ଏଥିରେ ଶ୍ରୋତା ଦୁଇଜଣ ସହାନୁଭୂତି ଜଣାଇଲେ। ତାହାପରେ କଥାର ଗତିଟା ଅପ୍ରତ୍ୟାଶିତ ଭାବରେ ପହଞ୍ଚିଗଲା ଗୋଟା ମୋଡ଼ ଉପରେ। ସେ ମୋଡ଼ ଉପରେ ପ୍ରକାଣ୍ଡ ଗୋଟିଏ ପୁରାତନ କୋଠା–ଗୋଟିଏ ଅଚଳାୟତନା ଘରର ବାତାୟନ ଭେଦି ଏବେ ବି ବୀଣାର ଝଙ୍କାର ଭାସି ଆସେ। କାଳେ କେଉଁ କାଳରେ ସେ ଘରେ ରହିଥିଲେ ଜଣେ ଅପୋଗ ସ୍ଥାନ ଅର୍ଥାତ୍ ଆଫଗାନିସ୍ଥାନ ବାସିନୀ କାବୁଲ ମହିଳା। ତାଙ୍କର ହାତରେ ଥିଲା ବୀଣା, କଣ୍ଠରେ ଥିଲା ବିଦ୍ୟା। ଦେଖିବାକୁ ଥିଲେ ଖୁବ୍ ସୁନ୍ଦରୀ। ଦିହଟା ପାଉଡ଼ର ଥୋପା ଭଳି ଧୋବ ଫରଫର। କଥିତ ଅଛି, ଏହି ପରମା ସୁନ୍ଦରୀ ବିଦୂଷୀ କିଶୋରୀଙ୍କର ପିତା ଥିଲେ ରୁଷ ଦେଶର ସୁରଜ୍ୟେଷ୍ଠ ବ୍ରହ୍ମା। ହୁଏତ ଆଜି ରୁଷୀୟ ଭାଷାରେ ତାଙ୍କ ନାଁ ସୁଜୋଷ୍କୋଭ୍ସ୍କି ହେବ। ଏହି ସୁଜୋଷ୍କୋଭ୍ସ୍କି ଉତ୍କଳୀୟ କବି ରାଧାନାଥଙ୍କର ପାର୍ବତୀ କାବ୍ୟର ନାୟକ। କିନ୍ତୁ କାବ୍ୟକୁ ବିୟୋଗାନ୍ତ ନ କରି କନ୍ୟା ପିତ୍ରାଳୟ ତ୍ୟାଗ କରି ଆସି ଅପୋଗ–ସ୍ଥାନରେ ରହିଲେ। ସେ ଯାହାହେଉ, ସେହି ଶୁକ୍ଳା ସୁନ୍ଦରୀ ଏବଂ ବିଦୂଷୀ ବୀଣା ପୁସ୍ତକ ରଞ୍ଜିତ ହସ୍ତା ଯୁବତୀକୁ ହିନ୍ଦୁମାନେ ସରସ୍ୱତୀ ଆଖ୍ୟା ଦେଲେ। ଏହି ସରସ୍ଵତୀଙ୍କର ଗୋଟିଏ ହଂସ ଥିଲା, ସେହି ହଂସରେ ଚଢ଼ି ସେ ତ୍ରିଭୁବନ ବୁଲନ୍ତି ବୋଲି ହିନ୍ଦୁମାନେ କହନ୍ତି। ମାତ୍ର ଏ ପର୍ଯ୍ୟନ୍ତ ଏ ବିଷୟ ଗବେଷକମାନଙ୍କର ସମ୍ମତି ପାଇ ନାହିଁ ଏବଂ ସେ ଚିରଜୀବନୀ କି ନା, ତାହା ମଧ୍ୟ ସମର୍ଥିତ ହୋଇନି। "ବେଦମାତା ସରସ୍ଵତୀ" ବୋଲି ଯେଉଁ କିମ୍ବଦନ୍ତୀ ହିନ୍ଦୁମାନଙ୍କ ଭିତରେ ପ୍ରଚଳିତ ଅଛି, ତାହାର ସତ୍ୟତା ଏତିକି ମିଳେ ଯେ, ପିତୃ-ନିର୍ଯାତିତା ଏହି ସୁନ୍ଦରୀ ଯୁବତୀ ପିତ୍ରାଳୟରେ ହିଁ ବିଦୂଷୀ ହୋଇଥିଲେ। କିଶୋରୀର ପିତ୍ରାଳୟ ତ୍ୟାଗହିଁ ବେଦର ମର୍ତ୍ତ୍ୟାଗମନ। କିନ୍ତୁ ଉତ୍କଳ ପ୍ରାନ୍ତର ଏହି ମୋଡ଼ ଉପର କୋଠାରେ ଯେ ସେହି କାବୁଲବାସିନୀ ସରସ୍ଵତୀଙ୍କର ବୀଣା କିପରି ଅନୁଝଙ୍କୃତ ହେଲା ତାହାହିଁ ଆଶ୍ଚର୍ଯ୍ୟର କଥା। ପୁଣି ତାହା ଆଜି ଯାଏ ଯେ ଅନୁରଣିତ, ତାହା ଆହୁରି ବିସ୍ମୟର ବିଷୟ। କେହି କେହି କହନ୍ତି, ମଧ୍ୟ ଯୁଗର ଭାରତୀୟ ସରସ୍ଵତୀ 'ବିକଟ ନିତମ୍ବା' ଏଠାକୁ ଆସିଥିଲେ; ଏବଂ ତାଙ୍କର ବୀଣା ହଜି ଯାଇଥିଲା ଏଇଠି ଏବଂ ସେ ଏଠାରେ କିଛିକାଳ ବସନ୍ତ ବିହାର କରି 'ବୁଧ ହଂସ କେଳିସର' ପ୍ରତିଷ୍ଠା କରିଥିଲେ। ଏହାହିଁ ବୋଧହୁଏ ଠିକ୍ କାରଣ। ଏହି ମୋଡ଼ ଉପରେ ପହଞ୍ଚୁ ପହଞ୍ଚୁ ଶିରଧ୍ୱଜ ଗାଇ ଉଠିଲେ... ନିତମ୍ବ ନିଗମ ସ୍ଥାନ ପାଶ ପାତିଛି ମଦନ ଅକ୍ଷୀ ପକ୍ଷୀ ଧରିବାରେ କରି ମମତା... ତାହାପରେ ହଠାତ୍ ଉତ୍ତେଜିତ ହୋଇ ସେ କହିଲେ। "କାହିଁରେ ପୂତା, ଏମିତି ଧାଡ଼ିଟାଏ କୋଉଠି ଲେଖିଛ ତମେ କହିଲୁ? " ଏ ପ୍ରଶ୍ନଟା କେବଳ ନଚଦେବଙ୍କ ଉଦ୍ଦେଶ୍ୟରେ। ସେହି ଏଠି କନୀୟାନ ଏବଂ ଶିରଧ୍ୱଜଙ୍କ କଥାବାର୍ତ୍ତାରେ ଅନେକ ସମୟରେ ତୁକାର ସମ୍ବୋଧନ ଶୁଣିଥାନ୍ତି। ନଚଦେବ କିଛି କହିବାକୁ ଯିବା ପୂର୍ବରୁ କହି ଉଠିଲେ କଚଦେବ... "ମୁଁ ଆଜ୍ଞା ଆପଣଙ୍କ ସାଙ୍ଗରେ। ପ୍ରାଚୀନ ପ୍ରତି ମୋର ଘୋର ମମତା, ସେମାନେ ଗଲାଦିନୁ ଆମର ସାହିତ୍ୟ ଯାଇଛି। " "ଭଲ କଥା, ସେମାନଙ୍କର ପୂର୍ବବର୍ତ୍ତୀମାନେ ଗଲାଦିନୁ ସ୍ୱାଧୀନତା ଯାଇଛି, ଆଉ ସେମାନେ ଗଲାଦିନୁ ଆମର ସାହିତ୍ୟ ଯାଇଛି। ଆଉ ଯୁକ୍ତି କାହିଁକି... ଆପଣ ସେମାନଙ୍କୁ କବରରୁ ଉଠେଇ ଆଣିଲେ ତ ତାହା ଫେରି ଆସନ୍ତା... ଆଣୁ ନାହାନ୍ତି କାହିଁକି? " କଚଦେବ ପ୍ରତିବାଦର ଭାଷାରେ କହିଲେ... "କିନ୍ତୁ ସେମାନଙ୍କୁ କବର ଦେବାତ ଉଚିତ ନୁହେଁ! " "ତା ହେଲେ ପୁଣି ପ୍ରାଚୀନକୁ ଫେରେଇବ କିଏ, ଆପଣ ସେମାନଙ୍କୁ ଉଠେଇବେ ନି, ପୁଣି ଯେମିତି ଜଣାଯାଉଚି ଆପଣ କବର ନ ଦେବାର ଚେଷ୍ଟାବି କରିବେନି... ଆଉ ଆପଣଙ୍କର ମମତାର ମୂଲ୍ୟ କଣ? " "ଇଏତ ଆଉ ଜଣକର କାମ ନୁହେଁ? " "ତା ହେଲେ... କିଏ ସେ ବହୁ...? " ଶିଖାଟାକୁ ସାଉଁଳି ନେଇ କହିଲେ ଶିରଧ୍ୱଜ... "ଯୁଗ... ତମ ଭଳିଆ ବ୍ୟଭିଚାରୀ ଟୋକାଙ୍କର ଯୁଗ!! " ଏହି ସମୟରେ ସେହି ପ୍ରାସାଦ ଭିତରୁ ସ୍ୱୟଂକ୍ରୀୟ ବୀଣାର ଝଙ୍କାର ଓ ତତ୍ସହ ସଙ୍ଗୀତର ଲହର ଭାସି ଆସିଲା। କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଗୋଟା ଅଶ୍ଳୀଳ ସଙ୍ଗୀତ। ନଚଦେବ ପାଟି କରି କହିଲେ। "ସଦାଚାରୀ ମହାଶୟ, ଟିକେ ଆଗକୁ ଚାଲିବା ହେଉନ୍ତୁ। ଜାଗାଟା ବଡ଼ ଅସ୍ୱାସ୍ଥ୍ୟକର ମନେ ହେଉଚି। " ଶିରଧ୍ୱଜ ପୁଣି ଥରେ ଏଇଠି କହିଲେ.